ମି: ପଟ୍ଟନାୟକ ଶିଳ୍ପପୁରୀରେ ପହଞ୍ଚିଲା ବେଳକୁ ବେଳ ପ୍ରାୟ ଏଗାରଟା। କାରଖାନାରେ କାମ ପୂରା ଦମ୍ରେ ଚାଲିଛି। ମି: ପାତ୍ରଙ୍କ ଆକସ୍ମିକ ଅନ୍ତର୍ଦ୍ଧାନରେ ସମ୍ବାଦ ଅବନୀବାବୁଙ୍କୁ ଯେ ଅଜ୍ଞାତ ଥିବ, ତା ନୁହେଁ, ତା ସତ୍ତ୍ୱେ ବି ସାଧାରଣ ଦିନପରି କାମ ଚାଲିଥିବାର ଦେଖି ସେ ବଡ଼ ବିସ୍ମିତ ହୋଇ ପଡ଼ିଲେ। ଶିଳ୍ପପୁରୀର ପ୍ରଧାନ ପ୍ରବେଶ ପଥରେ ଦରଓ୍ୱାନ୍ ହାତରେ କାର୍ଡ଼ ଖଣ୍ଡି ପଠାଇ ଦେଇ ଟିକିଏ ଅପେକ୍ଷା କରିଛନ୍ତି କି ନାହିଁ, ସ୍ୱୟଂ ଅବନୀବାବୁ ଧାଇଁ ଆସି ତାଙ୍କୁ ପାଛୋଟି ନେଲେ। ମି: ପଟ୍ଟନାୟକ ଦେଖିଲେ-ଅବନୀବାବୁ ବେଶ ମାର୍ଜିତ ଭଦ୍ରଲୋକ। କଥାବାର୍ତ୍ତା ଚାଲିଚଳନରେ ଖୁବ୍ ସଂଯତ, ଆଉ ଗମ୍ଭୀର। ମି: ପଟ୍ଟନାୟକଙ୍କ ଆସିବାର ଜାଣିବା ଆଗରୁ ସେ ତାଙ୍କୁ କାରଖାନାର ବିଭିନ୍ନ ବିଭାଗ ବୁଲାଇ ଦେଖାଇବାରେ ଲାଗିଗଲେ। କାରଖାନା ଦେଖା ସରିଲା। ଅବନୀବାବୁ ମି: ପଟ୍ଟନାୟକଙ୍କୁ ଅଫିସ୍ ରୁମ୍ରେ ବସାଇ ନିଜେ ଗୋଟିଏ ଆସନରେ ବସୁ ବସୁ ଆଗ କଥା ଆରମ୍ଭ କଲେ-''ବୁଝିଲେ ନା ଆଜ୍ଞା! ବର୍ତ୍ତମାନ ଆମ ହାତରେ ବହୁତ ଅର୍ଡ଼ର। କିନ୍ତୁ ଦୈବାତ୍ ଏମିତି ବିପତ୍ତି ପଡ଼ିବ ବୋଲି କିଏ ବା ଜାଣିଥିଲା? ଯାହାହେଉ, ସେ ଅର୍ଡ଼ର ସବୁ ତ ପୁଣି ଯଥା ସମୟରେ ସପ୍ଲାଇ କରିବାକୁ ପଡ଼ିବ; ନ ହେଲେ। '' ''ନିଶ୍ଚୟ, ନିଶ୍ଚୟ! ବଦ୍ନାମ ହୋଇଯିବା କଥା। '' କଥା ଛଡ଼ାଇ ନେଇ କହିଲେ ମି: ପଟ୍ଟନାୟକ। ''ଖାଲି କ'ଣ ସେତିକି! ବର୍ତ୍ତମାନ ମାଲିକ ତ ଗଲେ। ତାଙ୍କ ସଙ୍ଗରେ ଟଙ୍କା ତିନି ଲକ୍ଷ ବି ହରଣଚାଲ। ସେ ଅଭାବ କିମିତି ପୂରଣ କରାଯାଇ ପାରିବ, ମୋତେ ତ ବୁଦ୍ଧିବାଟ ଦିଶୁନାହିଁ! '' କହୁ କହୁ ମୁହଁ ଶୁଖାଇ ବସିଲେ ଅବନୀବାବୁ। ''ତିନି ଲକ୍ଷ! କିମିତି? '' ଆଖି ଦୁଇଟା କପାଳ ଉପରକୁ ଉଠାଇ ପଚାରିଲେ ମି: ପଟ୍ଟନାୟକ। ''ସେଦିନ ମାଲିକ ଯେତେବେଳେ କାରଖାନାରୁ ଗଲେ, ସେତେବେଳେ ଛ'ଖଣ୍ଡ ସୁନା ଇଟା ସାଙ୍ଗରେ ନେଇ ଯାଇଥିଲେ। କାରଣ ଏଠାରେ ଜିନିଷ ରଖିବା ନିରାପଦ ନୁହେଁ। ଆପଣମାନେ ତ ସେ ଜିନିଷର ସନ୍ଧାନ ପାଇ ନାହାନ୍ତି। ତେବେ ତାକୁ ବି ଡକାୟତ ଦଳ ନେଇଥିବା ସମ୍ଭବ। '' କହିଲେ ଅବନୀବାବୁ। ''ଓ ହୋଃ, ତେବେ ଏ ତ ଗୋଟାଏ ରୀତିମତ ଡକାୟତି! ଆଚ୍ଛା, ଏତେ ସୁନା ଆପଣ ଆଣିଲେ ବା କେଉଁଠୁ? '' ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମି: ପଟ୍ଟନାୟକ। ଏ ପ୍ରଶ୍ନରେ ଅବନୀବାବୁ ଟିକେ ଥତମତ ହୋଇଗଲା ପରି ହୋଇ କହିଲେ, ''ବୁଝିଲେ ନା ଆଜ୍ଞା! ବଡ଼ ବଡ଼ ଅର୍ଡ଼ର ସପ୍ଲାଇ କରିବା ପାଇଁ ଆମେ ପ୍ରାୟ ବହୁତ ସୁନା ଆବଶ୍ୟକ କରିଥାଉଁ-। ଦୈନିକ କାମ ପାଇଁ ସୁନା ଦେଇ ସାରି ଅବଶିଷ୍ଟତକ ବାବୁ ଘରକୁ ନେଇ ଯାଆନ୍ତି। ସେଦିନ ବି ସେମିତି ନେଇ ଯାଇଥିଲେ। '' ମି: ପଟ୍ଟନାୟକ ପଚାରିଲେ-''ଆପଣ ତା' ନିରାପତ୍ତା ପାଇଁ କ'ଣ କିଛି ବ୍ୟବସ୍ଥା କରିଥିଲେ? ଏତେ ମୂଲ୍ୟର ଜିନିଷ ଯେତେବେଳେ। '' ''ସେମିତି ତ ପୁଣି ସବୁଦିନ ନିଆଅଣା ହେଉଥିଲା। '' ଟିକିଏ ଗୁଁ ପୁଁ ହୋଇ କହିଲେ ଅବନୀବାବୁ। ମି: ପଟ୍ଟନାୟକ ଅବନୀବାବୁଙ୍କ ସାଉଁଳିଆ କଥା ଆଉ ଭଦ୍ରତାରେ ଏତେଦୂର ଆପ୍ୟାୟିତ ହୋଇ ଯାଇଥିଲେ ଯେ ହରଣଚାଳର ତଦନ୍ତ କରିବା ଦାୟିତ୍ୱ ସେ ସମ୍ପୂର୍ଣ୍ଣ ବିସ୍ମୃତ ହୋଇ ଯାଇଥିଲେ। ଏଣୁ ତେଣୁ ବାଜେ କଥାବାର୍ତ୍ତା ପରେ ସରବତ୍ର ସଦ୍ବ୍ୟବହାର ପରେ ସେ ସିଧା ସିଧା ପୋଲିସ୍ ହେଡ଼୍କ୍ୱାଟର୍ସକୁ ଫେରି ଆସିବା ଛଡ଼ା ଅନ୍ୟ କିଛି କରି ନାହାନ୍ତି। -ତିନି- ମି: ପାତ୍ରଙ୍କର ହରଣଚାଳ ହେବାର ଆଠଦିନ ଗତ ହୋଇ ଗଲାଣି। ପୋଲିସ ବିଭାଗର ଖୁବ୍ ଦକ୍ଷ କର୍ମଚାରୀମାନେ ମଧ୍ୟ ତଦନ୍ତ କରି ନିରାଶ ହୋଇ ପଡ଼ିଲେଣି। କିଛି ସଠିକ ସମ୍ବାଦ କେହି ଦେଇ ପାରି ନାହାନ୍ତି। ସମ୍ବାଦପତ୍ରମାନଙ୍କରୁ ହରଣଚାଳ ସମ୍ବନ୍ଧୀୟ ବିବୃତି କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ରତର ହେଲାଣି। ଏଣେ ମିସେସ୍ ପାତ୍ର ଚିନ୍ତାରେ ଦିନକୁ ଦିନ ଶୁଖି କଳା ପଡ଼ି ଗଲେଣି। ଗୋଟିଏ ଦିଗରେ ଇହପରକାଳର ଗତିମୁକ୍ତିଦାତା ସ୍ୱାମୀଙ୍କର ଆକସ୍ମିକ ଅନ୍ତର୍ଦ୍ଧାନ, ଅନ୍ୟ ଦିଗରେ ହରଣଚାଳ ହୋଇଥିବା ଅନ୍ୟୁନ ତିନିଲକ୍ଷ ଟଙ୍କା ମୂଲ୍ୟ ସୁନାର କ୍ଷତିପୂରଣ। ତାଙ୍କର ଯାହା ସମ୍ପତ୍ତି ଅଛି ସେଥିରୁ ଅବଶ୍ୟ ତିନି ଲକ୍ଷ ଟଙ୍କା ଦେଇ ହେବ, କିନ୍ତୁ ଏପରି ଭାବେ ସେ ଧନ ହସ୍ତାନ୍ତର କରି ନ ପାରନ୍ତି। ସ୍ୱାମୀଙ୍କଠାରୁ ଶୁଣିଥିଲେ-ତାଙ୍କର ଭୂ-ଗର୍ଭସ୍ଥ ଗନ୍ତାଘରେ ବହୁ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜହରତ୍ ଗଚ୍ଛିତ ଅଛି। କିନ୍ତୁ ସେ ଦିନେ ହେଲେ ସେ ସବୁ ଖୋଲି ଦେଖିବାକୁ ଇଚ୍ଛା କରି ନାହାନ୍ତି।